ଆମେ ତ ଏପରି ଏକ ଅନ୍ୟ ପରିବେଶ ଚାହୁଛୁ, ଯାହାକି ଅଲୋକର ବାର୍ତ୍ତାବହ ହେବ। ସବୁ ମଣିଷଙ୍କୁ ସେହି ଆଲୋକର ଦର୍ପଣ ଉପରେ ଦେଖି ପାରୁଥିବ। ଭୟମୁକ୍ତିର ଶିକ୍ଷା ଅଥର୍ବ ବେଦରେ ଋଷି ଏକ ଭୟମୁକ୍ତିର ମନ୍ତ୍ରର ଉଲ୍ଲେଖ କରିଛନ୍ତି। ତାହାର ମୋଟାମୋଟି ଅର୍ଥ ହେବ; ମୁଁ ମିତ୍ରକୁ ଡ଼ରିବି ନାହିଁ, ଅମିତ୍ରକୁ ଡ଼ରିବି ନାହିଁ, ଜାଣିଥିବା କଥାଗୁଡ଼ିକୁ ଡ଼ରିବି ନାହିଁ, ଯାହାସବୁ ପୁରୋଭାଗରେ ଅର୍ଥାତ୍ ଆହୁରି ଆଗକୁ ରହିଛି ଅର୍ଥାତ୍ ଯାହାକିଛି ମୁଁ ଏପର୍ଯ୍ୟନ୍ତ ଜାଣିନାହିଁ, ସେଗୁଡ଼ିକୁ ମଧ୍ୟ ଡ଼ରିବି ନାହିଁ। ରାତ୍ରିକୁ ଡ଼ରିବି ନାହିଁ ବା ଦିନକୁ ମଧ୍ୟ ଡ଼ରିବି ନାହିଁ। ଇତ୍ୟାଦି, ଇତ୍ୟାଦି। ଶିକ୍ଷା ଅର୍ଥାତ୍ ବିଦ୍ୟା ବିନୟ ଦିଏ ବୋଲି ପରବର୍ତ୍ତୀ କାଳରେ ସେହି ସଂସ୍କୃତ ଭାଷାରେ ପରବର୍ତ୍ତୀ ଆଚାରୀମାନେ ମଧ୍ୟ ଲେଖିଛନ୍ତି। ଅସଲ ବିନୟ ଏବଂ ଭୟଶୂନ୍ୟତା ମଧ୍ୟରେ ପ୍ରକୃତରେ କୌଣସି ଫରକ ରହିବା ଉଚିତ ନୁହେଁ। ମାତ୍ର ଯଦି ଭୀରୁ ଡ଼ରକୁଳା ମନୁଷ୍ୟଟିଏ ବହିରୁ ବିନୟ ଶିଖି ମୁଖସ୍ଥ କରି ରଖିଥିବ, ତେବେ ସେହି ବିନୟ ହୁଏତ ଏକ ମାରାତ୍ମକ କପଟାଚରରେ ବି ପରିଣତ ହୋଇପାରେ। ଆମ ଏବ ଯୁଗରେ ଚୋଖା ତୋଷାମଦକାରୀମାନେ ଯେଉଁ ବିନୟର ପ୍ରଦର୍ଶନ କରିଥାନ୍ତି, ସାମ୍ପ୍ରତିକ ଯେକୌଣସି ଦରବାର ଭିତରକୁ ପଶିଗଲେ ତାହାରି ଭୁରି ଭୁରି ପ୍ରମାଣ ମିଳିଯିବ। ସ୍ୱାଧୀନତା ପରେ ଆମ ଦେଶର ଶିକ୍ଷାରେ ଭୟଟା ହିଁ ଅଧିକ ପରିମାଣରେ ପଶିଯାଇଛି-। ଆଗେ ଗୁରୁଭକ୍ତି ନାମରେ ଆମ ସମାଜରେ ଯାହା ଚଳି ଆସିଥିଲା, ଅନେକ ସମୟରେ ଅପାତ୍ର ଏବଂ ଅସ୍ଥାନମାନଙ୍କରେ ସେଥିରେ ଉପରେ ତୋଷାମଦ ଏବଂ ଭିତରେ ଘୃଣା ପରସ୍ପର ସହିତ ନିରନ୍ତର ବାଡ଼ିଆବାଡ଼ି ହେଉଥିଲେ ଓ ସମଗ୍ର ସମ୍ପର୍କଟିକୁ ଏକ ହାସ୍ୟାସ୍ପଦତାରେ ପରିଣତ କରି ରଖିଥିଲେ। କେବଳ ବୋକା ଗୁରୁମାନେ ହିଁ ସେହି ତାମସାଟାକୁ ବୁଝି ପାରୁନଥିବେ-। ଆମ ଏ ଯୁଗରେ ମଧ୍ୟ ବୋକା ଗୁରୁମାନଙ୍କର ସଂଖ୍ୟାଟା ଆଦୌ କମ୍ ହେବନାହିଁ। ସମ୍ଭବତଃ କୌଣସି କାରଣରୁ ଏବର ଗୁରୁମାନେ ଗୁର୍ଦୁ ବୋକା ହୋଇଯିବାରୁ ହିଁ ପିଲାମାନେ ଅଧିକ ଚାଲାଖ ହୋଇ ଯାଇଥିବା ପରି ମନେ ହୋଇଥାନ୍ତି। ଅସଲ ଗୁରୁ ତେଣୁ ମୂଳରୁ ସାବଧାନ ରହିବ ଏବଂ ଅଭୟ ଦେବ। ଛାତ୍ରମାନଙ୍କୁ ନିର୍ଭୟ ହେବାରେ ସାହାଯ୍ୟ କରିବ। ତା'ହେଲେ ଖାଲି ବିଦ୍ୟାଳୟଗୁଡ଼ିକରୁ ନୁହେଁ, ଆମ ଯାବତୀୟ କାରବାରର ଏହି ପୃଥିବୀରୁ ମଧ୍ୟ ଭୟଟା ବହୁମାତ୍ରାରେ ଦୂର ହୋଇଯିବ। ପାଠ କହିବ, ଯୋଉ ଶିକ୍ଷକ ତା' ପିଲାମାନେ ତାକୁ ଭୟ କରନ୍ତୁ ବୋଲି ଇଚ୍ଛା କରୁଥାଏ, ସିଏ ବିଚରା ନିଜ ଭିତରେ ବହୁ ବହୁ ଭୟ ଦ୍ଵାରା ପ୍ରପୀଡ଼ିତ ହୋଇ ରହିଥାଏ। ସାହସୀ ଗୁରୁକୁ ଛେରୁଆ ପିଲା ମୋଟେ ଭଲ ଲାଗିବେ ନାହିଁ। ଅସଲ ଭକ୍ତି କେବଳ ଜଣେ ସାହସୀ ମଣିଷ ଦ୍ୱାରା ହିଁ ସମ୍ଭବ ହୋଇପାରିବ। ଭଗବାନ ତ ସ୍ୱୟଂ ଭକ୍ତିରେ ଅସଲି ଏବଂ ନକଲିକୁ ସିଧା ଜାଣି ପାରୁଥିବେ। ତେଣୁ ନିଶ୍ଚୟ ସାହସୀ ହୋଇଥିବେ। କେତେ ସାହସର ସହିତ ଭାରତବର୍ଷରେ ସ୍ୱାଧୀନତା ସକାଶେ ସଂଗ୍ରାମଟିଏ ଲଢ଼ାଗଲା, କିନ୍ତୁ ସେହି ସ୍ଵାଧୀନତା ହାସଲ ହୋଇଯିବା ପରେ ଏଠି ମଣିଷମାନେ ଏଡ଼େ ଭୟାଳୁ ହୋଇପଡ଼ିଲେ କିପରି? ନେତା ଭୀରୁ ହେଲେ, ହାକିମ ଭୀରୁ ହେଲେ, ରାଜନୀତି ଭୀରୁ ହୋଇଗଲା। ପାଠୁଆମାନେ ଅପାଠୁଆଙ୍କୁ ଏହି ଭୀରୁତାରେ ପୂରା ଟପିଗଲେ। ଅପାଠୁଆମାନେ ଅନେକ ସମୟରେ ଅନ୍ତତଃ ଯେତିକି ହୁଣ୍ଡା ବି ହୁଅନ୍ତି, ଆମ ଉଚ୍ଚତମ ପାଠୁଆମାନେ ବେଳ ପଡ଼ିଲେ ସେହିପରି ଟିକିଏ ହୁଣ୍ଡା ବି ହୋଇ ପାରିଲେ ନାହିଁ।